ମୁହଁରେ ଗଠନ ଯଦିଓ ସୁନ୍ଦର ନୁହେଁ, ତଥାପି ଆଖି ଦୁଇଟି କି ଏକ ଅବ୍ୟକ୍ତ ଭାବରେ ଭାରି କମନୀୟ! ସେ ଆଖି ଦୁଇଟି ଯେତିକି ସ୍ଥିର, ସେତିକି ସରଳ; ସେତିକି ଉଦାର। ସେଇ ଆଖି ଦୁଇଟିର ସମସ୍ତ ପ୍ରଭାବ ତା ଚରିତ୍ରର ପ୍ରତିଟି ପାଖୁଡ଼ାକୁ ଅବା ମୁକୁଳିତ କରିପାରିଥିଲା। ସେ ସୁଦର୍ଶନ ମହାନ୍ତି, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ସେଇ ଶେଷକୁ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିପାରେ! ଏ ଦାରୁଣ ଦୁଃସମ୍ବାଦରେ ଛୋଟ ସହର ସାରା ଚାଞ୍ଚଲ୍ୟ ଖେଳିଗଲା। ଶୁଣୁ ଶୁଣୁ ତାର ଚିହ୍ନାଅଚିହ୍ନା ସବୁ ଲୋକେ, ଗୁଣ ବାହୁନିବାରେ ଲାଗି ରହିଲେ। ଅଫିସ୍ ପାଖ ପାନଦୋକାନୀ ପାନ ଭାଙ୍ଗୁ ଭାଙ୍ଗୁ ବ୍ୟସ୍ତ ହେଲା "ଆହା, କାଲି ସଞ୍ଜରେ ସେ ପାନ ଖାଇଥିଲେ।" ଜଳଖିଆ ଦୋକାନୀ କହିବାକୁ ଲାଗିଲା, "ତା' ଦୋକାନରେ ଛେନା ପୋଡ଼ପିଠାକୁ ବାବୁଙ୍କର ଭାରି ଶ୍ରଦ୍ଧା। ଏମିତି କଣ କଲେ?" ନାନା ମୁଖରେ ନାନା କଥା ଫୁଟିଉଠିଲା। ଯିଏ ଯାହା କହିପାରିଲା, ପୋଲିସ୍ ଅନୁସନ୍ଧାନ କରିଗଲା, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଦର୍ଶନ, ନିଜ ମୃତ୍ୟୁ ରହସ୍ୟର କି ସୂତ୍ର ବା ଛାଡ଼ି ଯାଇଥାନ୍ତା? ସେ ଲେଖିଥିଲେ, "ମୋ' ମୃତ୍ୟୁରେ କେହି ଦାୟୀ ନୁହେଁ; ବାସ୍ ଏତିକି।"ଏତିକିରେ ତା'ର ମୃତ୍ୟୁର ସବୁ ରହସ୍ୟର ସୁସ୍ଥ ସମାଧାନ ହୋଇଗଲା। ସୁଦର୍ଶନ ମରିଗଲା। ତାର ଦେହ ପୋଡ଼ି ପାଉଁଶ ହୋଇଗଲା। ଅନେକ ଦିନ ଧରି ଲୋକମୁଖରେ ସେଇ ଗୁଜବଟା ଲାଗିରହିଲା। କ'ଣ ହେଲା? କାହିଁକି ୟା ହେଲା? ବେଳେ ବେଳେ ସଂଧ୍ୟାର ଚା ମଜଲିସ୍ରେ ସେଇ ହୁଏ ଗପ। କିଏ କହେ ସବ୍‌ଜାନ୍ତା ଭଙ୍ଗୀରେ, "ଆହା ଜାଣି ନା ତମେ, ସେ ଯେ ପ୍ରଚୁର ଲାଞ୍ଚ ଖାଏ, ଦୁର୍ନୀତିରେ ବୁଡ଼ିଥିଲା। କ'ଣ କରନ୍ତା ଆଉ? ଧରାପଡ଼ି ଅପଦସ୍ଥ ହେବା ଆଗରୁ ସେ ବାଟ କାଟିଦେଲା। କି ସୁନ୍ଦର ବ୍ୟବସ୍ଥା! ଏବେ ସ୍ତ୍ରୀ-ପୁତ୍ର ସେହି ଧନ ନେଇ ଆନନ୍ଦରେ ରହନ୍ତୁ।"ଆଉ କେହି ସେ କଥା କାଟିଦିଏ, "ନାଁ, ମୋଟେ ନୁହେଁ। ସୁଦର୍ଶନକୁ ସେ ଜାଣେ ଭଲ ରକମ। ତାର ପ୍ରଚୁର ସମ୍ପତ୍ତି ଅଛି। ଗାଁରୁ ଧାନ ବିକା ଟଙ୍କା ଆସେ। ପୁରୀରେ ଗୋଟାଏ କୋଠା; ସେଠୁ ଭଡ଼ା ଆସେ। ତାର ଆଦୌ ଅଭାବ ନାହିଁ ବୋଲି ତୁମେ ଯୁକ୍ତି ଦବ ଯେ ସେ ଲାଞ୍ଚ ଖାଇ ଭୁଲରେ ଚଳେ? ସେ ଖୁବ୍ ସଚ୍ଚୋଟ। ହେଲେ"ଆଉ କେହି ଏଇ 'ହେଲେ' ପାଖରୁ ଆରମ୍ଭ କରେ, "ଲୋକଟା କେଡ଼େ ପୋତାମୁହାଁ ଦେଖିଚ? ଏଇ ତଳକୁ ମୁହଁପୋତିବା ଓ ଝିଅମାନଙ୍କୁ ଆଦୌ ନ ଚାହିଁବା ଲୋକଗୁଡ଼ାକ କିନ୍ତୁ ଅସଲ ଚୁପ୍‌ସଇତାନ! ମୋର ଦୃଢ଼ ବିଶ୍ୱାସ, ଘଟଣାଟା ନିଶ୍ଚୟ ଏକ ନାରୀଘଟିତ ବ୍ୟାପାର। ସେ ଆଦୌ ସଚ୍ଚରିତ୍ର ନୁହେଁ।"କେହି ଏ ଘଟଣାକୁ ସମର୍ଥନ କରେ, କେହି କରେ ନାଁ,ଆଉ କିଏ କହେ, "ଘଟଣା ପୂରାପୂରି ପାରିବାରିକ। ସ୍ତ୍ରୀ ସହ ମନାନ୍ତର, ବଡ଼ ଧରଣର ମନାନ୍ତର। ଆଉ କିଛି ନୁହେଁ, ଆଉ କିଛି ନୁହେଁ।"ଅନେକ ଦିନ ପର୍ଯ୍ୟନ୍ତ ଏ ଗୁଜବଟା ରହି ପରେ ପରେ ମିଳେଇଗଲା। ସୁଦର୍ଶନ ପାଇଁ ସଂସ୍କାର କରି, ତା' ଲାଗି ମଥାରେ ପିନ୍ଧିଥିବା ସିନ୍ଦୂର, ହାତର କାଚ, ଦେହର ଭୂଷଣ ଓ ଜୀବନର ସୌଭାଗ୍ୟ ସବୁକୁ ସୁଦର୍ଶନର ଚିତାରେ ଜାଳିଦେଇ ଚିରଦିନ ଲାଗି ତା' ଠୁ ମୁକ୍ତ ହୋଇ ମଧ୍ୟ, ତାର ପ୍ରିୟତମା ପତ୍ନୀ ନିହାରିକାର ମନେହେଉଥିଲା, ସୁଦର୍ଶନର ଜଞ୍ଜାଳ, ତାର ପ୍ରେମ, ପତିତ୍ୱ କେଉଁଠୁ ସେ ମୁକ୍ତ ହୋଇପାରିନି। ସୁଦର୍ଶନ ତାକୁ ଆହୁରି ନିବିଡ଼ଭାବେ ବାନ୍ଧି ରଖିଚି। ପୂର୍ଣ୍ଣତା ଠାରୁ ଶୂନ୍ୟତା। ଏତେ ଗଭୀର ଭାବମୟ ହୁଏ କେମିତି? ନିଷ୍ଠୁର ସୂର୍ଯ୍ୟାଲୋକର ଔଜ୍ଜ୍ୱଲ୍ୟ ଭିତରେ, ରାତ୍ରିର ଛାୟାନ୍ଧକାର ଭିତରେ ନିହାରିକା ଯେତେବେଳେ ନିଜକୁ ଦେଖେ, ତାର ସିନ୍ଦୂରହୀନ ସୀମନ୍ତ, ଚୁଡ଼ିହୀନ ହାତ, ସାଧା ଧଳାର ସେ ଲୁଗାର ସେହି କାଙ୍ଗାଳିନୀ ବେଶକୁ ଲକ୍ଷ୍ୟକରେ। ତାର ବି ଇଚ୍ଛା ହୁଏ, ସେ ବି ବେକରେ ରଶି ଲଗାଇ କଡ଼ିରୁ ଝୁଲି ପଡ଼ନ୍ତା। ସେ ବଞ୍ଚନ୍ତା କାହିଁକି ଆଉ? ଅହରହ ପ୍ରଶଂସା କରୁଥିବା ଏହି ଦେହଟାକୁ ଅସାର ତ ନୁହଁ, ଉପେକ୍ଷା ବି ସେ କରିଯାଇଚି। ଏ ସୀମନ୍ତ ଯଦି ଆରକ୍ତ ନ ହୁଏ, ଏ ସୁନ୍ଦର ହାତ ଯଦି ରୁଣୁଝୁଣୁ କାବ୍ୟ ସୃଷ୍ଟି ନ କରେ, କି ମୂଲ୍ୟ ତେବେ ବଞ୍ଚିରହିବା ଏହି କାଙ୍ଗାଳି ବେଶରେ! ପରମୁହୂର୍ତ୍ତରେ ଅଙ୍ଗସଜ୍ଜାର ଏକ ଚପଳ ଭାବାବେଶ କଟିଯାଇ ନିଜକୁ କିମିତି ସ୍ଥିର ଓ ଗଭୀର କରିପକାଏ।